ପୁଣି କଂଗ୍ରେସ କାର୍ଯ୍ୟ ନିର୍ବାହିକା ସମିତିରେ ସେ ଇନ୍ଦିରା ଗାନ୍ଧିଙ୍କୁ କଂଗ୍ରେସରୁ ବାହାର କରିବାରେ ନେତୃତ୍ୱ ନେଲେ। ଅତୁଲ୍ୟ ଘୋଷ ନିର୍ବାଚନରେ ଯେ ନିଜେ ହାରିଛନ୍ତି ତାହା ନୁହେଁ, ତାଙ୍କର ଗୋଷ୍ଠୀ ପରାଜିତ ହେଲେ। ମାତ୍ର କଂଗ୍ରେସ କାର୍ଯ୍ୟ ନିର୍ବାହିକା ସମିତିରେ ଜଣେ ପ୍ରଧାନ କର୍ତ୍ତା ହୋଇ ପଶ୍ଚିମବଙ୍ଗର ନିର୍ବାଚିତ କଂଗ୍ରେସ ଦଳକୁ ପରିଚାଳନା କରିବା ପାଇଁ ଚେଷ୍ଟା କରୁଛନ୍ତି। ସର୍ବତ୍ର ଦେଖାଯିବ ଯେ ନିର୍ବାଚନରେ ଯେତେ କମ୍ ଭୋଟ ପାଇଛନ୍ତି, ସେ କଂଗ୍ରେସ ସଙ୍ଗଠନ ଭିତରେ ସେତେ ବଡ଼ ନେତା ବୋଲାଉଛନ୍ତି। ଏହି ଅବସ୍ଥାରେ ଭାରତର ରାଜନୀତି ଗତ ଦଶବର୍ଷ ହେଲା ଏକ ଅଚଳ, ସ୍ଥାଣୁ ଅବସ୍ଥାକୁ ଆସିଯାଇଛି। ଆଜି ନୁହେଁ ସାଲରେ ଦିଲ୍ଲୀଠାରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ବିଭିନ୍ନ ଦିଗ ଆଲୋଚନା କରି ଏହି ସିଦ୍ଧାନ୍ତରେ ବହୁ ଭାରତୀୟ ଓ ବୈଦେଶିକ ବିଜ୍ଞବ୍ୟକ୍ତି ଉପନୀତ ହେଲେ ଯେ ଗାନ୍ଧିଜୀ ଭାରତୀୟ ରାଜନୀତିକୁ ଯେଉଁ ବେଗ ପ୍ରଦାନ କରିଥିଲେ, ତାହା କ୍ରମେ କ୍ରମେ କମି ପ୍ରାୟ ଶୂନ୍ୟ ହୋଇଗଲାଣି। ପୁଣି। ନୂତନ ବେଗ ଦେବା ଆବଶ୍ୟକ ହେଉଛି। ସେତେବେଳେ ଜବାହରଲାଲ ନେହେରୁ ଜୀବିତ ଥିଲେ। ସେ ମଧ୍ୟ ଉପଲବ୍ଧି କରିଥିଲେ ଯେ ଗାଡ଼ିରୁ ପେଟ୍ରୋଲ ସରିଗଲାଣି; ମାତ୍ର ସେ ନିଜେ କିଛି କରିପାରୁ ନ ଥିଲେ। ନିର୍ବାଚନରେ ଦେଖାଗଲା ଯେ ଦେଶ ଆଉ ସେହି ପୁରୁଣା ଛାଞ୍ଚକୁ ଧରି ଚାଲିବା ପାଇଁ ପ୍ରସ୍ତୁତ ନୁହେଁ। ତଥାପି କେତେକ ତାହାକୁ ହିଁ ମାଡ଼ିବସି ରଖିବା ପାଇଁ ଚାହାନ୍ତି। ଫଳରେ ସଂଘର୍ଷ ଓ ଛାଞ୍ଚଟି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ଅଛି। ଆଜି କଂଗ୍ରେସ ଭିତରେ ଯେଉଁ ସଂଘର୍ଷ ଚାଲିଛି ତାକୁ ଅନ୍ୟ ଦେଶମାନଙ୍କରେ କିପରି ବିଚାର କରୁଚନ୍ତି, ତାହା ଜାଣିବାର କଥା। ଭାରତୀୟ ରାଜନୀତିରେ ଜୀବନ ସଞ୍ଚାର ହେବାର ଦେଖି ରୁଷିଆ ଓ ଆମେରିକା ଉଭୟ ଆନନ୍ଦିତ; ଏଥିରେ ସମାଜବାଦ ପୁଞ୍ଜିବାଦର ପ୍ରଶ୍ନ ନାହଁ। ରାଜନୀତି ଗତିଶୀଳ ହେବ କି ସ୍ଥାଣୁ ହୋଇ ରହିବ ଏହି ହେଉଛି ପ୍ରଶ୍ନ ଓ ଏହାରି ଉପରେ ନିର୍ଭର କରେ ଭାରତର ସାମୂହିକ ବିକାଶ। ଏହି କଂଗ୍ରେସ ବର୍ତ୍ତମାନ ପରିସ୍ଥିତିରେ ଦେଶର ରାଜନୈତିକ ଆକାଙ୍କ୍ଷା ପୂରଣ କରି ପାରିବ ନାହିଁ ଓ କଅଣ କଲେ ତାହା ହୋଇପାରିବ ସେ ବିଷୟରେ ରେ ଜବାହରଲାଲଜୀଙ୍କ ସହିତ ମୋର ଯେଉଁ ଆଲୋଚନା ଓ ଚିଠିପତ୍ର ଦିଆନିଆ ହୋଇଥିଲା ତାହାର ସାରାଂଶ ଏହି- ଅଭ୍ୟାସ କରି ଖଦି ପିନ୍ଧିବା, ମାଦକ ଦ୍ରବ୍ୟ ବ୍ୟବହାର ନ କରିବା, ଅସ୍ପୃଶ୍ୟତାକୁ ନ ମାନିବା, ସାଂପ୍ରଦାୟିକତାଠାରୁ ଦୂରରେ ରହିବା, ଏହି ହେଉଛି କଂଗ୍ରେସର ସକ୍ରିୟ ସଭ୍ୟ ହେବାର ନିୟମ। ଏ ନିୟମ ପ୍ରଣୀତ ହୋଇଥିଲା ସାଲରେ ଅସହଯୋଗ ଆନ୍ଦୋଳନବେଳେ। ବର୍ତ୍ତମାନ ଦେଶ ସ୍ୱାଧୀନ। କଂଗ୍ରେସର କାର୍ଯ୍ୟକ୍ରମ ହେଉ ଗଣତନ୍ତ୍ର ଓ ସମାଜବାଦ। ଏ ଦୁଇଟିରେ ବିଶ୍ୱାସ କରୁଥିବାର ପ୍ରମାଣ ନିଜ ଆଚରଣରେ ନେବାପାଇଁ କିଛି ନିୟମ ନ ରହିଲେ କଂଗ୍ରେସରେ ସୁବିଧାବାଦୀ ଲୋକେ ତ ପ୍ରଧାନ ହୋଇଯିବେ। ଏ ଯୁକ୍ତି ଜବାହରଲାଲଜୀ ଗ୍ରହଣ କରି ମୋତେ କହିଥିଲେ କଂଗ୍ରେସ ସଂବିଧାନର ସଂଶୋଧନ ଚିଠା କରିବା ପାଇଁ। ଏଥିପାଇଁ ବହୁ ପରିଶ୍ରମ କରି ବ୍ରିଟିଶ ଏବଂ ଅନ୍ୟ ଦେଶର ଲେବର ପାର୍ଟିର ଓ ଅନ୍ୟାନ୍ୟ ସମାଜବାଦୀ ଦଳମାନଙ୍କର ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ପରିସ୍ଥିତିକୁ ବିଚାର କରି କଂଗ୍ରେସର ପରିବର୍ତ୍ତିତ ସମ୍ବିଧାନର ଏକ ଚିଠା କରିଥିଲି। ସେଥିରେ ସଭ୍ୟ ହେବା ପାଇଁ ଦୁଇଟି ସର୍ତ୍ତ ଯୋଗ କରିଥିଲି। ନିଜ ଅଧୀନରେ କାର୍ଯ୍ୟ